କଣ୍ଠରେ ଦରଦ-''ମୁଁ ତୁମକୁ ଅନେକ କଷ୍ଟ ଦେଲି, ନୁହେଁ? '' ହସିଲା ହେମକାନ୍ତ। ଲୋପାମୁଦ୍ରାର କଥାରେ ହେମକାନ୍ତ ହସୁ ନ ଥିଲା। ହସୁଥିଲା ଲୋପାମୁଦ୍ରାର ନିର୍ବୋଧତା ପାଇଁ। ଖୁବ୍ ଶୀଘ୍ର 'ତୁମେ' ଶବ୍ଦଟାକୁ ମୁଖସ୍ଥ କରି ନେଇଛି ଲୋପାମୁଦ୍ରା-। ହୁଏତ ଝିଅମାନେ କଥାଗୁଡ଼ାକୁ ଚଞ୍ଚଳ ମନେ ରଖି ପାରନ୍ତି। ଗମ୍ଭୀର ହୋଇ ଲୋପାମୁଦ୍ରା କହିଲା-''ମୁଁ ସବୁ ବେଶ୍ ଶୁଣି ପାରୁଛି। '' ଚମକି ପଡ଼ିଲା ହେମକାନ୍ତ। ଲୋପାମୁଦ୍ରା ଶୁଣୁଛି। କ'ଣ ଶୁଣୁଛି ସେ? ହେମକାନ୍ତକୁ ପ୍ରଶ୍ନ କରିବାପାଇଁ ସମୟ ନ ଦେଇ ଲୋପାମୁଦ୍ରା କହିଲା-''ତୁମେ ହୁଏତ ଜାଣିଥିବ ଯେ ଆମେ ଶବ୍ଦ ପଛରେ ଧାଉଁଛୁ। ଯୁବତୀ ଯୁବକର ଶବ୍ଦ ଶୁଣି ପାଗଳୀ। ଯୁବକ ଯୁବତୀର ଶବ୍ଦ ଶୁଣି ପାଗଳ। ହେଲେ ନିଜର ଛାତି ଭିତରେ ବି ଶବ୍ଦ ଅଛି। ସେ ଶବ୍ଦକୁ ମୁଁ ବେଶ୍ ସ୍ପଷ୍ଟ ରୂପେ ଶୁଣି ପାରୁଛି। କଥାଟାକୁ ହସରେ ଉଡ଼ାଇ ଦେଇ ହେମକାନ୍ତ କହିଲା-''ପାଗଳୀ ପରି କ'ଣ କହୁଛ ଲୋପା? ଛାତି ଭିତରେ କି ଶବ୍ଦ ଅଛି? ଗୀତା ଦେହରେ ଶବ୍ଦବ୍ରହ୍ମ ବୋଲି ଗୋଟାଏ କ'ଣ ଥିଲା। ଏବେ ମଣିଷ ତାକୁ ବେଶ୍ ଭୁଲି ଗଲେଣି? '' ''ନାଁ ମଣିଷ ଭୁଲିନି, ନିଜକୁ ନିଜେ ଆବିଷ୍କାର କରିବା ହିଁ ସବୁଠାରୁ ବଡ଼ ଆବିଷ୍କାର। ମୁଁ ଯାହା କହିବାକୁ ବସୁଛି ସେହିକଥା ନିଜକୁ ପଚାରି ବୁଝୁଥିଲି-ମୁଁ ଭୁଲ୍ କହୁଛି ଠିକ୍ କହୁଛି। '' ଏଥର ହସି ହସି ବେଦମ୍ ହୋଇ ପଡ଼ି ହେମକାନ୍ତ କହିଲା-ମୁଁ ଦେଖୁଛି ଲୋପା! ସତରେ ତୁମେ ନିହାତି ପାଗଳୀ। ଭାରତର ଖାଦ୍ୟ ସମସ୍ୟା ଦୂର ପାଇଁ ତୁମେ ଯେମିତି ଚିନ୍ତିତା ନିଜକୁ ନିଜେ ଆବିଷ୍କାର କରିବାପାଇଁ ମଧ୍ୟ ସେମିତି ଚିନ୍ତିତା। ଲୋପାମୁଦ୍ରା କହିଲା-''ହଁ, ଉଭୟଟା ଠିକ୍। ଖାଦ୍ୟ ସମସ୍ୟାର ଦୂର ପାଇଁ ହିଁ ମୁଁ ଏତେ ବାଟ ଦୌଡ଼ି ଆସିଛି। ଆଜି ରୋଗ ବିଛଣାରେ ଶୋଇଛି। ହେଲେ ପରୀକ୍ଷା କରୁଛି କେବଳ ତୁମ ସଂଯମ ଶବ୍ଦଟାକୁ। କାହିଁ? ନିଜକୁ ତ ମୁଁ ନିଜେ ସଂଯମୀ କରି ପାରୁନି? ଦୌଡ଼ାମନ ନଟୁ କଣ୍ଡାପରି ଏଣେ ତେଣେ ଘୂରି ଯାଉଛି। ଏବେ ତୁମେ ସଂଯମ ଉପରେ ଜୋର ଦେଉଥିଲ କେମିତି-? '' ନିଜକୁ ନିଜେ ସଜାଡ଼ି ନେଲା ହେମକାନ୍ତ। କଥାର ଖିଅରେ ସେ ଲୋପାମୁଦ୍ରାକୁ ନିଜର କରିବାକୁ ବସିଥିଲା। ହେଲେ ତୀବ୍ର ଭାବରେ ଆଘାତ ଦେଉଛି ଲୋପା। କଥାର ମୋଡ଼ ବୁଲାଇ ହେମକାନ୍ତ କହିଲା-ଏଇ ତ' ସଂଯମ ବଣ ଜଙ୍ଗଲରେ ରହି ସଂଯମ ଶିକ୍ଷା କରାଯାଏନି। ଶିକ୍ଷା କରାଯାଏ ପାରସ୍ପରିକ ସାନିଧ୍ୟରେ। ତୁମେ ପୁରୁଷର ହାତ ଧରି ଯଦି ସଂଯମ ରକ୍ଷା କରିପାର, ତେବେ ଜଗତକୁ ନିଶ୍ଚୟ ଜୟ କରି ପାରିବ। ହଠାତ୍ କ୍ଷିପ୍ରବେଗରେ ବିଛଣାରୁ ଉଠିପଡ଼ି ଲୋପାମୁଦ୍ରା କହିଲା-ମୁଁ ତୁମକୁ ବିବାହ କରିବି ହେମକାନ୍ତ ବାବୁ। ଆଉ ସଂଯମୀ ହେବାକୁ ତୁମେ ଶିକ୍ଷା ଦେବ ମୋତେ। ନିଜକୁ ନିଜେ ବିଶ୍ୱାସ କରି ପାରୁନି ହେମକାନ୍ତ। ଜୀବନର ଚରମ ସଫଳତା ଆଜି ତା'ର। ହଠାତ୍ ଲୋପାମୁଦ୍ରାକୁ ନିଜ କୋଳ ଆଡ଼କୁ ଟାଣି ଆଣି କହିଲା.. ''ତୁମେ ଆଜିଠାରୁ ମୋର ଲୋପାମୁଦ୍ରା, ତୁମେ ଏକାନ୍ତ ଭାବରେ କେବଳ ମୋର। '' ଛଳଛଳ ହୋଇ କାନ୍ଦି ପକାଇଲା ଲୋପାମୁଦ୍ରା। ମାତ୍ର କେତେଦିନ ପରେ ଛାତ୍ର ଓ ଅଧ୍ୟାପକ ଦଳ ଫେରି ଆସିଥିଲେ କଲେଜକୁ। ଆନନ୍ଦ ଗଦ୍ଗଦ୍ ହୋଇ ନିଜକୁ ନିଜେ ମଧ୍ୟ ଭୁଲିଯାଉଥିଲା ହେମାକାନ୍ତ। ଅଧ୍ୟାପକ ଜୀବନର ପ୍ରବଳ ପ୍ରଗଳ୍ଭତା ଭିତରେ ସେ କେବଳ ଦେଖୁଥିଲା ଲୋପାମୁଦ୍ରାର ପ୍ରତିଛବି। ଲୋପାମୁଦ୍ରାର ଶୋଭାମୟ ଅଙ୍ଗ। କିନ୍ତୁ ଠିକ୍ ଅପର ପକ୍ଷରେ ଲୋପାମୁଦ୍ରା ଭାବୁଥିଲା ଅନେକ କିଛି। ବିଗତ, ଭବିଷ୍ୟତ ଆଉ ବର୍ତ୍ତମାନ। ସେ ହେମକାନ୍ତର ହେବ। କିନ୍ତୁ କିନ୍ତୁ ବାପାଙ୍କର ଅବସ୍ଥା ପ୍ରତି ଦୃଷ୍ଟି ଦେବ କିଏ? କିଏ ବୁଝିବ ବାପାଙ୍କର ଭଲ ମନ୍ଦ? ଜୀବନରେ ଝିଅ ଜନ୍ମ କରିବା କ'ଣ ଭୁଲ୍? ଆଉ ଭାବିପାରିଲା ନି ସେ। କାତର ହୃଦୟରେ କେବଳ ଚାହିଁରହିଲା ଉପରକୁ। ନାଁ.. ନାଁ.. ନାଁ..। ସେ କାହାରି ହୋଇ ପାରିବନି। ସେ କେବଳ ଏକାନ୍ତ ଭାବରେ ନିଜର-। କାନ୍ଥ ଉପରେ ନିଜର ଛାଇଟିକୁ ଦେଖି ଚମକି ପଡ଼ିଲା ଲୋପାମୁଦ୍ରା। କାହିଁ ଏ। ଛାଇ ତ' କେବେ ହେମକାନ୍ତକୁ ସ୍ୱୀକାର କରୁନି। ତା'ପରେ ତା' ପରେ ହେମକାନ୍ତ ଆସିଥିଲା ଲୋପାମୁଦ୍ରାର କୋଠରୀକୁ।